ସେମାନଙ୍କୁ ବାଟ ବଳେଇ ଦେଇ ରଞ୍ଜନ ଫେରିଆସିଲା ପରିତ୍ୟକ୍ତ ଟେବୁଲଟା ପାଖକୁ। ବିଜୟା ସମ୍ଵନ୍ଧରେ ତା'ର ଦୁଶ୍ଚିନ୍ତା କଟି ଯାଇଥିଲେ ମଧ୍ୟ ସେମାନେ ଚାଲିଗଲା ପରଠୁ ରଞ୍ଜନ କାହିଁକି କେଜାଣି ଅତି ଚିନ୍ତିତ ହୋଇ ପଡ଼ିଲା। ମନଟା ତା'ର ଅକାରଣରେ ଖରାପ ହୋଇଗଲା ହଠାତ୍। ପୁରୀବାସର ଏଇ କେତେଦିନ ପରେ ସେ ଆଜି ପ୍ରଥମ କରି ମର୍ମେ ମର୍ମେ ଅନୁଭବ କରୁଥିଲା, ପୁରୀ ସେ ଯେତେ ଶିଘ୍ର ଛାଡ଼ି ପାରେ, ତା ପକ୍ଷରେ ସେତେ ମଙ୍ଗଳ। ଏପରିକି ପୁରୀରେ ଆଉ ମୁହୂର୍ତ୍ତେ ରହିବାକୁ ମନ ତା'ର ଚାହୁଁ ନ ଥିଲା। ଅଥଚ ପୁରୀବାସର ଉଦ୍ଦେଶ୍ୟ ଏ ପର୍ଯ୍ୟନ୍ତ ତା'ର। ସଫଳ ହେଇନି। ନିଜର ଏ ଆକସ୍ମିକ ପରିବର୍ତ୍ତରେ ଆଶ୍ଚର୍ଯ୍ୟ ହେଲା ରଞ୍ଜନ। ତା'ର ଏ ଅକାରଣ ଉଦବେଗର ହେତୁ ଖୋଜି ପାଉ ନ ଥିଲା ସେ। ଭା'ରି ବିରକ୍ତ ଲାଗିଲା ତାକୁ। ନିଜର ଏ ଅକାରଣ ଦୂର୍ବଳତା ତା'ର ଅହସ୍ୟ ହୋଇ ଉଠୁଥିଲା। ସମସ୍ତ କଥା ତଳେଇ କରି ଯେତିକି ଚିନ୍ତା କରି ବସୁଥିଲା ସେ, ସେତିକି ଅନୁଭବ କରୁଥିଲା ନିଜର ଅସ୍ତିତ୍ଵ ଏକ ଧନ୍ଧା ଭିତରେ। ଟେବଲ୍ ଉପରେ କଫି କପ୍ଟା ରଖି ଦେଇ ବୟ ନିଃଶବ୍ଦରେ ଅପସରି ଯାଇଥିଲା। ତାକୁ ପଛରୁ ଡାକି କଫି ଫେରାଇ ନେଇ ଗୋଟାଏ ପେଗ୍ ହୁଇସ୍କି ଆଉ ସୋଡ଼ା ଆଣିବାକୁ ଆଦେଶ ଦେଲା ରଞ୍ଜନ। ସାହେବଙ୍କର ସକାଳୁ ହଠାତ୍ ଏ ଚାଟ୍ ପରିବର୍ତ୍ତନରେ ବୟ ଟିକିଏ ଆଶ୍ଚର୍ଯ୍ୟ ହେଲେ ମଧ୍ୟ, ତା'ର ହେତୁ ସମ୍ଵନ୍ଧରେ ଅକାରଣ ମୁଣ୍ତ ନ ଖେଳାଇ ନିଃଶବ୍ଦରେ ଆଦେଶ ପାଳନ କଲା ସେ। ରଞ୍ଜନର ଜୀବନ ଯୁଗ୍ମମୁଖୀ ସବୁଦିନେ। ଭଦ୍ର ମୁଖୋସର ଅନ୍ତରାଳରେ ଆତ୍ମଗୋପନ କରି ସେ ଯେତେବେଳେ ଭଦ୍ରଜୀବନ ଯାପନ କରିବାକୁ ଚେଷ୍ଟାକରେ, ସେତେବେଳେ ତା'ର ଅଭିନୟର ଏତେ ଟିକିଏ ଖୁଣ ନ ଥାଏ। ସେତିକିବେଳେ ଅନେକ ଭଦ୍ରବଂଶ ସହିତ ପରିଚିତ ତା'ର ଦୃଢ଼ ହୋଇ ଉଠେ। ଖୁବ୍ ଜାକଜମକରେ ଜୀବନଟାକୁ ସେତିକିବେଳେ ସେ ଉପଭୋଗ କରିନିଏ। କିନ୍ତୁ ଏଇ ଜୀବନ ତା'ର ଅସୀମ ନୁହେଁ। ବରଂ ଏମିତି ଜୀବନ ତା'କୁ ବ୍ୟତିବ୍ୟସ୍ତ କରିପକାଏ ବେଶି। ରଞ୍ଜନର ଭଦ୍ର ପରିଚୟ ଏକ ସଂମ୍ଭ୍ରାତ ଜମିଦାର ତନୟ ହେଲେହେଁ ତା'ର ଅସଲ ପରିଚୟ—ସେ ଏକ ସ୍ଵଭାବ ଅପରାଧୀ। ସେ ଡାକୁ, ଖୁନୀ ଏବଂ ଜୁଆଚୋର। ରଞ୍ଜନ ସମୁଦ୍ର କୂଳରେ ସେଇ ହୋଟେଲଟିରେ ଦିନ ଯାପନ କରୁଥିଲା ତା'ର ଛଦ୍ମ ପରିଚୟ ନେଇ। ଏବଂ ସେଇ ପରିଚୟ ନେଇ ପୁରୀର ଧନଶାଳୀ ସମାଜରେ ଅଳ୍ପଦିନ ଭିତରେ ସେ ଯଥେଷ୍ଟ ପ୍ରଭାବ ବିସ୍ତାର କରି ପାରିଥିଲା। ଏପରିକି ସେଇ ପରିଚୟ ଓ ନିଖୁଣ ଅଭିନୟର ଜୋରରେ ସୁହାସିନୀ ଭଳି ଏକ ଧନୀର ଦୁଲାଳି ସହିତ ଅବାଧ ମିଳାମିଶାର ସୁଯୋଗ ଲାଭ କରି ଥିଲା, ଏବଂ ସୁହାସିନୀର ଲକ୍ଷପତି ପିତା, ପ୍ରଫେସର ଚୌଧୁରୀଙ୍କ ଭଳି ରଞ୍ଜନକୁ ଯା'ମାତା ରୂପେ ପାଇ ଧନି ହେବାର ସ୍ଵପ୍ନ ଦେଖୁଥିଲେ। ସରଳା ସୁହାସିନୀ ମିନତି ଭଳି ନିର୍ବିଚାରରେ ଢାଳି ଦେଇଥିଲା ନିଜର ସର୍ବସ୍ଵ ଭଦ୍ର ମୁଖୋସଧାରୀ, ଚରିତ୍ରହୀନ ଏଇ ନରପିଶାଚର ପାଦତଳେ। ସେଇମିତି ଆହୁରି କିଛିଦିନ ସେ କଟାଇ ଦେଇ ପାରିଥାନ୍ତା ହୁଏତ କିନ୍ତୁ ବିଜୟା ସହିତ ଆଜି ସକାଳର ଏଇ ଦେଖା ପରଠୁ ସେ ମର୍ମେ ମର୍ମେ ଅନୁଭବ କରୁଚି ତା'ର ପୁରୀବାସର ଏଇ ଜୀବନ ଉପରେ ଯବନିକା ଟଣା ହେବାର ସମୟ ଆସି ଯାଇଚି। ସେ ବହୁ ଚେଷ୍ଟାକରି ମଧ୍ୟ ତା'ର